ମୋ ଚିତ୍କାର ଶୁଣି ମୋଠାକୁ ଦୌଡ଼ି ଆସି କ'ଣ କ'ଣ କହି ମୋ ଉପରେ ନଇଁ ପଡ଼ିଲା। ଆଖି ମେଲି ଲୁସିକୁ ନଇଁ ପଡ଼ିଥିବା ଦେଖି, ତାକୁ କୁଣ୍ଡାଇ ପକାଇ ''ଆମେ କ'ଣ ବିସ୍ଫୋରିତ ହୋଇ ନାହୁଁ ଲୁସି'' ଆମେ କ'ଣ ବିସ୍ଫୋରିତ ହୋଇ ନାହୁଁ '' ପ୍ରଶ୍ନରେ ତାକୁ ବ୍ୟତିବ୍ୟସ୍ତ କରି ପକାଇଲି। ସେ ପର୍ଯ୍ୟନ୍ତ ମୋ ଛାତି ଭୟଙ୍କର ଭାବରେ ଥରୁଥିଲା। ମୁଁ ନିଜକୁ ଏତେ ଅସହାୟ ମଣୁଥିଲି ଯେ ଲୁସିର ପୀନୋନ୍ନତ ବକ୍ଷ ଭିତରେ ମୁହଁ ଲୁଚାଇ ସାହସ ସଞ୍ଚୟ କରିବାକୁ ଚେଷ୍ଟା କଲି। ''କ'ଣ ହେଲା; କ'ଣ ହେଲା'' କହି ଲୁସି ଜାଣିବାକୁ ଚାହୁଁଥିଲା ପ୍ରକୃତ ଘଟଣାଟା। ତୃତୀୟ ଅଧ୍ୟାୟ ଗଣତନ୍ତ୍ରର ମୃତ୍ୟୁ ରବିବାର ସକାଳରନିଉୟର୍କ ଟାଇମସ୍ ଖବର କାଗଜ ଉପରେ ଆଖି ବୁଲାଉ ବୁଲାଉ ଚମକି ପଡ଼ିଲି।। ବଡ଼ ଅଦ୍ଭୁତ ଖବର। ଖବରଟିର ହେଡିଂ ଯେତିକି ଅଦ୍ଭୁତ; ଖବରଟି ତା'ଠାରୁ କିଛି କମ୍ ନୁହେଁ। ଖବରଟି କେତେ ଦୂର ସତ୍ୟ, ଭାବି ପାରିଲି ନାହିଁ। ଏହାର ସତ୍ୟାସତ୍ୟ ଅନୁମାନ କରିବା ପାଇଁ ମେରିଆକୁ ଡାକିଲି। ରୋଷାଇ ଘରେ ମେରିଆ ସକାଳ ପାଇଁ ଜଳଖିଆ ତିଆରି କରୁଥିଲା। ମେରିଆ ହାତରେ ଦୁଇଟି ଆମେଲେଟ ପ୍ଲେଟ ଧରି ଡାଇନିଂ ଟେବୁଲ ଉପରରୁ ଆଣୁଥିଲା। ପଚାରିଲି, 'ତୁମେ ଆଜିକାର ଏଇ ଅଦ୍ଭୁତ ଖବରଟି ଦେଖିଲଣି ମେରିଆ? '' ମେରିଆ ମୋ କଥାରୁ କିଛି ବୁଝିଲା କି ନାଇଁ ମୋ ମୁହଁକୁ ବଲବଲ କରି ଅନାଇ କହିଲା। 'ଆଜିର ଏ ସମ୍ବାଦ ବଡ଼ ବିଚିନ୍ତ୍ର ମେରିଆ। ଯାହା କୁହ ପଛକେ, ଆମେରିକାର ସିନେଟର ଯେଉଁ ପ୍ରସ୍ତାବଟି ଦେଇଛନ୍ତି, ତାହା କେତେ ଦୂର ବାସ୍ତବ ଜଣା ପଡ଼ୁନି; ହେଲେ ବେଶ ଆମୋଦ-ଜନକ। ' ମେରିଆ ଟେବୁଲ ଉପରେ ପ୍ଲେଟ ଦୁଇଟି ଥୋଇ ମୋଠାକୁ ଦୌଡ଼ି ଆସିଲା। ଆଙ୍ଗୁଳି ଦେଖାଇ ମେରିଆର ଦୃଷ୍ଟି ସିନେଟର ମାକଡୋନାଲ୍ଡଙ୍କ ପ୍ରସ୍ତାବଟି ଉପରକୁ ଆକର୍ଷଣ କଲି। କହିଲି, ''ମେରିଲ୍ୟାଣ୍ଡର ସିନେଟର ଜେମସ୍ ମେକ୍ଡୋନାଲ୍ଡ ଯୁକ୍ତରାଷ୍ଟ୍ରର ସିନେଟରେ ଯେଉଁ ଅସ୍ୱାଭାବିକ ପ୍ରସ୍ତାବଟି ବଢ଼ିଥାନ୍ତି, ତାହା ଯଦି ପାଶ୍ ହୋଇ କାର୍ଯ୍ୟକାରୀ ହୁଏ, ତେବେ ଆମ ସମ୍ବିଧାନରେ ଯଥେଷ୍ଟ ପରିବର୍ତ୍ତନ ଆଣିବାକୁ ପଡ଼ିବ''। ତାଙ୍କ ମତରେ ଆଧୁନିକ ବୈଜ୍ଞାନିକ ଯୁଗରେ ସଭାପତିନିର୍ବାଚନ ପୁରୁଣାକାଳିଆ ରୀତିରେ ନ ହୋଇ ଏକ ନୂଆ ପଦ୍ଧତିରେ ହେବା ଦରକାର। ପୁରୁଣା ପଥା ଅନୁଯାୟୀ ବିଭିନ୍ନ ଦଳରୁ ପ୍ରାର୍ଥୀ ଠିଆ କରାଇ ସେମାନଙ୍କ ଭିତରେ ଭୋଟ ଜରିଆରେ ପ୍ରତିଦ୍ୱନ୍ଦିତା କରାଇବା ଦରକାର ନାହିଁ। କାରଣ ତାଦ୍ୱାରା ଯେଉଁ ପ୍ରାର୍ଥୀଟି ନିର୍ବାଚିତ ହୁଅନ୍ତି ସେ ସାରା ଯୁକ୍ତରାଷ୍ଟ ଭିତରେ ସଭାପତି ପଦ ପାଇଁ ଯୋଗ୍ୟତମ ବ୍ୟକ୍ତି, ଏହା କୁହାଯାଇ ନ ପାରେ। ସେ ହୁଏତ କୌଣସି ଏକ ଦଳ ଭିତରେ ଯୋଗ୍ୟତମ ବ୍ୟକ୍ତି ହୋଇପାରିନ୍ତି, ସଭାପତି ପଦ ପାଇଁ ସାରା ଯୁକ୍ତରାଷ୍ଟ୍ର ଭିତରୁ ସେ ଯୋଗ୍ୟତମ ବ୍ୟକ୍ତି ବୋଲି କିଏ କହିବ? ଏହି ଲୋକଠାରୁ ଆହୁରି ଯୋଗ୍ୟ ଲୋକ ଯୁକ୍ତରାଷ୍ଟ୍ରର କେଉଁ ଅଜଣା କୋଣରେ ରହିଥାଇ ପାରନ୍ତି। ସେମାନେ କୌଣସି ଦଳର ହୋଇ ନ ଥିବାରୁ ସଭାପତି ଆସନକୁ ଆସିପାରୁ ନାହନ୍ତି। ଆମେ ଯଦି ଆମ ଦେଶ ପାଇଁ ଏକ ଦକ୍ଷ ଓ ଯୋଗ୍ୟ ସଭାପତି ଦରକାର କରୁ, ତେବେ ସେପରି ଏକ ଦକ୍ଷ ଲୋକ ସାରା ଯୁକ୍ତରାଷ୍ଟ୍ର ଭିତରୁ ଖୋଜି ବାହାର କରିବା ଦରକାର। ଆମ ଗଣତନ୍ତ୍ର ପଦ୍ଧତିରେ ସେମିତି ଯୋଗ୍ୟ ଲୋକ ପାଇବା ସମ୍ଭବପର ନୁହେଁ। ସେମିତି ଏକ ଦକ୍ଷ ଲୋକକୁ